ଏଥର ଆମ ରାଜ୍ୟ ଅଧିକାର ଲାଗି ଆମକୁ ଆଉ କିଛି ଭାବିବାକୁ ପଡ଼ିବ ନାହିଁ। ଏହି ସମୟରେ ଜଣେ ଡେଙ୍ଗା ସୁନ୍ଦର ଯୁବକ ସେଇ ଚଟିଘର ଭିତରୁ ବାହାରିଲେ। ମୁହଁ ତାଙ୍କର ପ୍ରସନ୍ନ ଓ ହସ ହସ, ଆଖି ଉଜ୍ଜ୍ୱଳ। ସାଧାରଣ ପୋଷାକ ସେ ପିନ୍ଧିଥାନ୍ତି। ଦୁଆର ମୁହଁରେ ତରୁଣୀଟିଏ ତିନୋଟି ପିଲାଙ୍କୁ ଧରି ତାଙ୍କୁ ଚାହିଁ ରହିଥାଏ। ଦେବ କହିଲେ, ହେଇଟି ଅମଳ ଆସିଲାଣି। ଅମଳ ଧାଇଁ ଯାଇ ଭାଇମାନଙ୍କୁ କୁଣ୍ଢାଇ ପକାଇଲା। ଦେବ କହିଲେ, କିରେ ଅମଳ, ତୁ ଏଇଠି ଅଛୁ। ଯା ହେଉ, ତୋତେ ଦେଖିଲେ ମନେହୁଏ ଜଗତର କିଛି ଭଲ ଜିନିଷ ତୁ ବୋଧହୁଏ ପାଇଛୁ। ଅମଳ ହସି ହସି କହିଲା, ଭାଇ, ସତରେ ତା ମୁଁ ପାଇଛି। ଦଶ ବର୍ଷ ପୂର୍ବେ ମୁଁ ଶ୍ୟାମଦେଶ ଆଡ଼କୁ ବାହାରିଥିଲି; ମାତ୍ର ସେଠିକି ଯିବା ଆଉ ହୋଇପାରିଲା ନାହିଁ। ମୁଁ ପୁଣି ଏଠାକୁ ଫେରିଆସିଲି। ସେହିଦିନୁ ଆଉ ଏଇ ସ୍ଥାନ ଛାଡ଼ି କୁଆଡ଼େ ଯାଇନାହିଁ। ହେଇଟି, ମୋ ସ୍ତ୍ରୀ ଓ ତିନୋଟି ପିଲା ସେଇଠି ଠିଆ ହୋଇଛନ୍ତି। ଏଇମାନଙ୍କ ସହ ମୁଁ ଏଠି ଖୁସିରେ ଅଛି। ଦେବ କହିଲେ, ଅମଳ, କ'ଣ ଗୁଡ଼ାଏ ତୁ ବୋକା ପିଲାଙ୍କ ପରି କଥା କହୁଛୁ? ତୁ କ'ଣ ଭାବୁଛୁ ଏଇ ପାରିବାରିକ ସୁଖ, ସ୍ନେହ, ମମତା ଜଗତର ଶ୍ରେଷ୍ଠ ବିଷୟ। ଧୀର କଣ୍ଠରେ ଅମଳ କହିଲା, ଖାଲି ସୁଖ ବା ସ୍ନେହ ମମତା ପାଇଁ ଏଇ ଛୋଟ କୁଟିରକୁ ମୁଁ ଫେରିଆସିଲି ତା' ନୁହେଁ। ସ୍ନେହ, ମମତା ପ୍ରଭୃତି ମୋତେ ପରେ ମିଳିଛି; ମାତ୍ର ମୁଁ ଏପରି ଜିନିଷ ପାଇଛି, ଯାହା ନିକଟରେ ଭଲପାଇବା, ଧନ, ଶକ୍ତି ପ୍ରଭୃତି ମୋତେ ଧୂଳି ବା ପାଉଁଶ ଭଳି ତୁଚ୍ଛ ମନେହେଲା। ସେ ଜିନିଷଟା କ'ଣ? ବଡ଼ ଓ ମଝିଆଁ ଭାଇ ଦୁହେଁ ଅତ୍ୟନ୍ତ ଆଗ୍ରହରେ ଏକା ସଙ୍ଗେ ପଚାରିଲେ। ଜଗତର ସବୁଠାରୁ ସାର ବିଷୟ ହେଉଛି ଆନନ୍ଦ, ଅମଳ କହିଲା। ବଡ଼ ଓ ମଝିଆ ଭାଇ ଦୁଇଜଣ ଯାକ ଚୁପ୍ ହୋଇଗଲେ। ଦୁହେଁ କିଛିକ୍ଷଣ ପରସ୍ପରକୁ ଓ ତା'ପରେ ଆପଣାର ଦଳବଳଙ୍କୁ ଚାହିଁ ଧୀରେ ଧୀରେ ଅମଳ କୁଟୀର ଆଡ଼କୁ ଚାଲିଲେ। ଯାଉ ଯାଉ ଦେବ ହଠାତ୍ ଶଙ୍ଖର ହାତକୁ ଧରି କହିଲା, ଟୋକାଟା ବୟସରେ ସାନ ହେଲେ କ'ଣ ହେବ, ଯାହା କହିଲା ତା ଠିକ୍, ଏକଦମ୍ ଠିକ୍। ଜାଣିଛୁ ଶଙ୍ଖ, ସବୁ ଧନରତ୍ନ ସତ୍ତ୍ୱେ ମୋ ମନରେ ସୁଖ ନାହିଁ। ସତ କହୁଛି ମୋ ମନ କଳୁଷିତ ହୋଇଯାଇଛି। ତୋର ସୈନ୍ୟମାନଙ୍କୁ ଲାଞ୍ଚ ଦେଇ ମୁଁ ହାତ କରିବାକୁ ମନେ ମନେ ପାଞ୍ଚୁଥିଲି। ଶଙ୍ଖ କହିଲା, ମୁଁ ମଧ୍ୟ ସେଇଆ ଭାବୁଥିଲି। ଆଜି ରାତିରେ ମୋ ଲୋକଙ୍କ ଦ୍ୱାରା ତୁମର ସମସ୍ତ ଧନ ସମ୍ପଦ ଲୁଟିନେବି। ଅମଳ ସେମାନଙ୍କ ସଙ୍ଗେ ଚାଲୁଥାଏ। ଦୁଇ ଭାଇଙ୍କ କଥା ଶୁଣି କହିଲା, ତୁମେମାନେ କାହିଁକି ପରସ୍ପର ବିରୁଦ୍ଧରେ ମନେ ମନେ ଏପରି ଚକ୍ରାନ୍ତ କରିବାକୁ ଆରମ୍ଭ କରିଦେଲ ତା' ମୁଁ ବୁଝିପାରୁନାହିଁ। ଦେବ କହିଲା, ଆମ ରାଜ୍ୟ ଫେରି ପାଇବା ଲାଗି ଆମକୁ ଯେପରି ହେଉ ଚେଷ୍ଟା କରିବାକୁ ପଡ଼ିବ। ଏଣୁ ଧନ ସଙ୍ଗେ ମୁଁ ଶକ୍ତିଶାଳୀ ସୈନ୍ୟମାନଙ୍କୁ ମୋ ଅଧିକାରକୁ ଆଣିବାକୁ ଇଚ୍ଛା କରୁଥିଲି। ଶଙ୍ଖ ସେହିପରି ସ୍ୱୀକାର କଲା, ରାଜ୍ୟ ଫେରି ପାଇବା ଲାଗି ଅଧିକ ଶକ୍ତି ଓ ଧନର ଅଧିକାରୀ ହେବା ଇଚ୍ଛାରେ ସେ ନିଜ ସୈନ୍ୟମାନଙ୍କ ସାହାଯ୍ୟରେ ପ୍ରଥମେ ବଡ଼ ଭାଇଙ୍କର ଧନରତ୍ନ ଲୁଟିନେବାକୁ ବିଚାରି ଥିଲା।